ସେ କି ତମର ଟିକେ ମନେ ପଡ଼ୁନି? ବୈକୁଣ୍ଠର ଏ ଲେଖା ଓ ମୀନାକ୍ଷୀର ଏହି ଆକୁଳ ଅଶ୍ରୁ ପାଖରେ ମନ୍ଦାକିନୀ ବ୍ୟସ୍ତ ହୋଇଥିଲେ କି ବିସ୍ମିତ ହୋଇଥିଲେ କିଛି ଯେମିତି ଜାଣି ପାରୁ ନାହାଁ ନ ଥିଲେ। ଏକ ଅବ୍ୟକ୍ତ ଅନୁଭବ ତାଙ୍କ ଛାତି ଭିତରେ ରୁଦ୍ଧ ହେଇ ଆସୁଥିଲା। ମୀନାକ୍ଷୀର ଅଶ୍ରୁ ଓ ରୋଜିର ଅନ୍ୱେଷଣ ଯେପରି ମନପ୍ରାଣରେ କେମିତି ଏକ ଅନୁଭୂତି ଦୁଃଖର ଉଚ୍ଛ୍ୱାସକୁ ଭରି ଦେଉଥିଲା। ସେ ଶୁଣିଲେ, ମୀନାକ୍ଷୀ ଅଶ୍ରୁ ଗଦଗଦ କଣ୍ଠରେ କହୁଚି ରୋଜି ମତେ ଭାରୀ ଖୋଜୁଚି ବୋଉ। ଆଉ ମୁଁ କଣ ତାକୁ ଖୋଜୁନାହିଁ? ଆଜି ଅବିକଳ ରୋଜି ପରି ଏକ ଝିଅକୁ ଦେଖି ମୀନାକ୍ଷୀର କଥା ଅଧା ରହିଗଲା । ଏକ ଅଭିନବ ଚେତନାରେ ଏକ ନୂତନ ପୃଥିବୀର ଉନ୍ମୋଚନ ଯେପରି ମନ୍ଦାକିନୀଙ୍କ ସାମନାରେ ହୋଇଗଲା। ସେଇ ନବ ଆଲୋକର ଔଜ୍ଜ୍ୱଲ୍ୟ ପାଖରେ ସେ ନିଜକୁ ଏକାନ୍ତ ନ୍ୟୁନ କରି ଦେଖିଲେ, ଛିଃ ଛିଃ ସେ କେତେ ନିର୍ବୋଧ ଓ ସ୍ୱାର୍ଥପର। ନିଜର କଥା ଛଡ଼ା କେବେ ସେ ମୀନା କଥା ଭାବି ନାହାନ୍ତି। ତାଙ୍କର ମନେ ହେଲା ସେ ଗୁରୁତର ଅପରାଧୀ। ଟେବୁଲ ଉପରେ ରୋଜିର ସେହି ହସ ହସ ଫଟୋ ଖଣ୍ଡିକ ଥୁଆ ହୋଇଚି। ତାରି ଆଡ଼କୁ ଚାହିଁ ମୀନାକ୍ଷୀ ଅଶ୍ରୁ ଝରୁଛି। ମନ୍ଦାକିନୀଙ୍କର ହୃଦବୋଧ ହେଲା ତାଙ୍କର ଜୀବନବ୍ୟାପୀ ସାଧନା, ସ୍ନେହ, ପ୍ରେମ, ଅଶ୍ରୁ ଉଚ୍ଛ୍ୱାସ ସବୁ ଆଜି ରୂପାନ୍ତରିତ ହୋଇଚି ଏକ ନୂଆ ଆଲୋକରେ। ରୋଜିର ସେହି ଆଖିରେ ଭୁବନଭୁଲା ହସର ସ୍ରୋତ ଉତପ୍ଲାବିନୀ। ସୃଜି ଯାଉଚି ଚତୁର୍ଦ୍ଦିଗରେ ସେହି ପ୍ଲାବନ, ଯା ଭିତରେ ଶୁଭେ ସେହି ବଂଶୀବାଦନ, ମୟୂରଚୂଳିଆ ଶ୍ରୀକୃଷ୍ଣ ଅନନ୍ତ ନୀଳରେ ଭାସୁଚନ୍ତି ଠିକ୍ ସେମିତି, ନିତ୍ୟ ନୂତନ। ମନ୍ଦାକିନୀ ମୀନାକ୍ଷୀକୁ କୋଳେଇ ନେଲେ। ତା ମୁହଁରେ ଘନ ଘନ ଚୁମା ଦେଲେ। ସେ ପୁରୁଣା ମା ନୁହଁନ୍ତି ଯଥାର୍ଥରେ ମାଆ ମୀନାକ୍ଷୀ। ଉପାଖ୍ୟାନ ଆଗେଇ ଚାଲିଥିବା ପାଦ ଦୁଇଟି ଏକାନ୍ତ ଅବଶ ହୋଇ ଅଟକିଗଲା ସତେ କି ଆଉ ଟିକିଏ ଯେମିତି ଆଗେଇବାର ଅଥବା ପଛେଇବାରେ ସାମର୍ଥ୍ୟ ତାର ନାହିଁ। ଗୋଡ଼ ତାର ପଙ୍ଗୁ ହୋଇଯାଇଚି, ଆଖି ତାର ସ୍ଥିର ହୋଇଯାଇଚି, ଏକ ଚମକଭରା ବିସୟ କେବଳ ନୁହେଁ, ଏକ ଚରମ ଚାଞ୍ଚଲ୍ୟ ତାର ସମଗ୍ର ସତ୍ତାକୁ ଦୋହଲାଇ ଦଉଚି। ଛାତିର ସ୍ପନ୍ଦନ ଦ୍ରୁତରୁ ଦ୍ରୁତତର ହୋଇଉଠୁଚି। ତଥାପି ସେ ସେମିତି ଚାହିଁଚି। ବିଶ୍ୱାସ କରିପାରୁନି, ତଥାପି ଚାହିଁଛି ସେହି ଜରାଜୀର୍ଣ୍ଣ ଖପରଲି ଘରଟିକୁ। ଏ କି ଅଭାବିତ ଆବିଷ୍କାର, ଅପରାହ୍ନଣ ଫୁଟିଛି। ଠିକ୍ ଏକ ବିକଶିତ ଫୁଲର ସାଦୃଶ୍ୟ ନେଇ ନାରଙ୍ଗୀ ଖରାର ଟୁକୁରା ଟୁକୁରା ପାଖୁଡ଼ା ସବୁ ମେଲେଇ ରହିଚି ସର୍ବତ୍ର । ତା ଦେହର ନିବିଡ଼ ଭାବେ ଲୋଟି ଖେଳି ପବନଟା ମଧ୍ୟ ଜଣାପଡ଼ୁଛି ନାରଙ୍ଗୀ । ଗଙ୍ଗାତୀରର ଅନତିଦୂରରେ, ରାସ୍ତା କଡ଼ରେ ସେହି ଜୀର୍ଣ୍ଣଶୀର୍ଣ୍ଣ ଖପରଲି ଘରଟି। ତାର ସାମ୍ନାରେ କ୍ଵଚିତ୍ ଦୂରତ୍ୱ ରଖି ସେହି ତଥାକଥିତ ଯୁବକଟି ପଦଚାରଣା କରୁଚି ଖୁବ୍ ଅସ୍ଥିର ଭାବେ। ଦୃଷ୍ଟି ତାର ବିସ୍ମୟ ବିମୂଢ଼, ମନରେ ତାର ସନ୍ଦେହ। ସେ ଅବ୍ୟବସ୍ଥିତ ନିତାନ୍ତ ଚପଳ ତରୁଣଟିଏ। ଅଙ୍ଗ ଗଠନର ସୌନ୍ଦର୍ଯ୍ୟ ତାର ସାବଲୀଳତା ରକ୍ଷା କରିଚି ବଡ଼ ସୁଢ଼ଳଭାବେ । ଯୌବନ ତାକୁ ଉଗ୍ର ନ କରି କରିଛି ନମ୍ର । ମୁହଁ ତାର ମଳିନ ଦିଶୁଚି, କେଶ ବିପର୍ଯ୍ୟସ୍ତ। ମୁହଁରେ ଅଯତ୍ନବର୍ଦ୍ଧିତ ଶ୍ମଶ୍ରୁଗୁଚ୍ଛ। ଜଣାପଡ଼ୁଛି । ସେ ବିବ୍ରତ, କିନ୍ତୁ ଜଣାଯାଉ ନାହିଁ ସେ ମୂର୍ଖ, ଅଶିକ୍ଷିତ ଅବା କେଉଁ ଏକ ଗ୍ରାମୀଣ ମଣିଷ ଭଳି। ମଳିନ ହେଲେ ବି ଦେହରେ ତାର ଦାମି କନାର ପୋଷାକ। ମଣିବନ୍ଧରେ ଘଡ଼ି, ଡାହାଣ ହାତ ଅନାମିକାରେ ଚିକ୍ ଚିକ୍ କରୁଛି ଧଳା ପଥରବସା ମୁଦିଟିଏ। କଲିକତା ଆସିବା ଏ ତାର ନୂଆ ନୁହେଁ। ଥରେ ଆସିଥିଲା ଖରାଛୁଟିରେ ,ସାଙ୍ଗମେଳରେ ଫୁର୍ତ୍ତି କରିଥିଲା। ଏଥର କିନ୍ତୁ କଲିକତା ଆସିବା ଦ୍ଵିତୀୟ ବାର। ମୁହୂର୍ତ୍ତକର ବ୍ୟଥା, ସହାନୁଭୂତି ଓ ବେଦନାର ଗୁରୁଭାର। ତା ସହ ମିଶି ରହିଚି ଏକ ଅନ୍ତିମ ଅଶ୍ରୁଳ ନିବେଦନର କର୍ତ୍ତବ୍ୟଜଡ଼ିତ ତାଡ଼ନା। ଯୁବକଟି ସ୍ଥିରଚକ୍ଷୁରେ ସେହି ଘରକୁ ଚାହିଁଲା। ସେହି ଖପରଲି ଘରଟି ଅତିଜୀର୍ଣ୍ଣ, ଶୀର୍ଣ୍ଣ ହୋଇଯାଇଛି। କାନ୍ଥଟି ଯଦିଓ ଧଳା, ତଥାପି ମଇଳା ଲାଗି ତାହା ଧୂସର ଦିଶିଲାଣି, ଠାଏ ଠାଏ ଚୂନ ଛାଡ଼ି ଖଣ୍ଡିଆ ହୋଇ ଯାଇଚି। ଘରସଂଲଗ୍ନ ଅଣଓସାରି ବାରଣ୍ଡା।